ଆଉ ବମ୍ବେର ସିନେମା ଜଗତ ଆସ୍ତେ ଆସ୍ତେ ମୋତେ ଆକୃଷ୍ଟ କରିବାରେ ଲାଗିଲା। କୋଉଭଳି ଭାବରେ ସେଠାରେ ଯାଇ ପହଞ୍ଚିବି ଏଇ ଭାବନାରେ ମୁଁ ଦିନରାତି ଅସ୍ଥିର ହେଇପଡ଼ିଲି। ଦିନେ ମୀନାଠାରୁ ଶୁଣିଲି ଯେ ତା'ର ଜଣେ ଦୂର ସମ୍ପର୍କୀୟ ଭାଇ ମାଡ୍ରାସର ଏ. ଭି.। ଏମ୍. ଷ୍ଟୁଡ଼ିଓରେ ସହକାରୀ କ୍ୟମେରାମ୍ୟାନ୍ ଭାବରେ କାମ କରେ। ସେ କେବେ ଆସିଲେ ଏ ବିଷୟରେ ସେ ତାଙ୍କୁ ଜଣାଇଦବ। ହୁଏତ ମୋର ସିନେମାରେ ପ୍ରବେଶ କରିବା ପାଇଁ କୌଣସି ରାସ୍ତା ସେ ଦେଖାଇପାରିବେ। ଏଇ ବିଶ୍ୱାସ ନେଇ ତାଙ୍କ ପାଖକୁ ଚିଠି ଦେବାକୁ ମୀନାକୁ କହିଲି। ମୀନା ବି ଲେଖିଲା କିନ୍ତୁ ତାଙ୍କଠାରୁ ସେ ବିଷୟରେ କୌଣସି ଉତ୍ତର ଆସିଲା ନାହିଁ। ସେହି ବର୍ଷ ଗ୍ରୀଷ୍ମଛୁଟି ଆଗରୁ ମୋର ବାପା,ମା ଦୁଇଜଣଯାକ ରୁମାନିୟା ସରକାରଙ୍କ ନିମନ୍ତ୍ରଣକ୍ରମେ ରୁମାନିୟା ଚାଲିଗଲେ। ସେ ବର୍ଷ ଗ୍ରୀଷ୍ମଛୁଟିଟା ହଷ୍ଟେଲରେ କଟାଇଦେବାପାଇଁ ମୋତେ ଲେଖିଥିଲେ। ସେମାନେ ରୁମାନିୟା ଯିବା ପୂର୍ବରୁ ବି ମୋ ପାଖକୁ ଆସିଥିଲେ। ଆଉ ଯଦି ମୋର ମନଦୁଃଖ ହୁଏ, କୌଣସି ସାଙ୍ଗସାଥୀ ମେଳରେ କିଛିଦିନ କଟାଇଦେବାକୁ ବି ସେ କହିଥିଲେ ତେଣୁ ସେଇ ଛୁଟିରେ ମୀନା ମୋତେ ତାଙ୍କ ଘରକୁ ଯିବାପାଇଁ ଅନୁରୋଧ ଜଣାଇଲା। ଅସମ୍ମତ ହେବାର କୌଣସି କାରଣ ବି ନ ଥିଲା, ତେଣୁ ତା ସହିତ ତାଙ୍କ ଘରକୁ ଗଲି। ତା ଘର ଉତ୍ତର ବାଲେଶ୍ୱରରେ। ବଟଗଠାରୁ ବସ୍ରୁ ଓହ୍ଲାଇ ପାଦରେ ତିନି ମାଇଲ ଚାଲିଯିବା ପରେ ତାଙ୍କ ଗାଆଁରେ ପହଞ୍ଚିଲୁଁ। ବିରାଟ ଏକ ବାଉଣ୍ଡରୀ ଭିତରେ ତାଙ୍କର ଏକମହଲା ଘର କିନ୍ତୁ ଘରେ ପହଞ୍ଚି ମୋର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ। ମୀନାର ବାପା,ମା କେହି ନ ଥିଲେ। ପରେ ତାଙ୍କର ଏକ ଚାକରାଣୀଠାରୁ ଖବର ପାଇଲି ଯେ ତିନିଦିନ ତଳେ ସେମାନେ ତୀର୍ଥ କରିବାକୁ ଗୟା ଯାଇଛନ୍ତି। ମୋ ମନରେ ଯୋଉ କିଛିଟା ଆଶଙ୍କା ସୃଷ୍ଟି ହେଇଥିଲା, ମୀନା ଆଉ ତାଙ୍କର ଚାକରଚାକରାଣୀଙ୍କ ମେଳରେ ସେ ସବୁ ଆଶଙ୍କା ଦୂରୀଭୂତ ହେଇଗଲା। ତାଙ୍କ ଗାଆଁଠାରୁ ଅଳ୍ପ ଦୂରରେ ସମୁଦ୍ର।। ଝାଉଁବଣ ଭେଦ କରି ଆମେ ସେଠାକୁ ଚାଲିଯାଉଁ। ଆଉ ଦିଗନ୍ତବିସ୍ତାରୀ ସମୁଦ୍ରର ବେଳାଭୂମି ଭିତରେ ତା ଗୀତ ସହିତ ତାଳ ଦେଇ ମୁଁ ନାଚିଉଠେ। ଆଉ ଅବସନ୍ନ ଦେହ ନେଇ ତାଙ୍କ ଘରକୁ ଫେରିଆସି ଶୋଇପଡ଼େ। ଦିନେ ଶେଯରୁ ଉଠୁ ଉଠୁ ସନ୍ଧ୍ୟା ହେଇଯାଇଥିଲା, ମୁଁ ଉଠି ଦେଖେ ତ ମୋର ଅନେଜ ଆଗରୁ ଉଠି ମୀନା କୁଆଡ଼େ ଚାଲିଯାଇଛି। ନିତ୍ୟକର୍ମ ଶେଷ କରି ମୁଁ ଯେତେବେଳେ ଚା' ପିଇବାକୁ ବସେ ଠିକ୍ ସେତିକିବେଳେ ଦୁଇଜଣ ଯୁବକଙ୍କ ସହ ମୀନା ଆସି ପହଞ୍ଚିଲା। ସେମାନଙ୍କୁ ବସିବାକୁ କହି କହିଲା, 'ଏଇ ହେଉଛି ମାୟା, ଯାହା କଥା ମୁଁ ତମ ପାଖକୁ ଲେଖିଥିଲି। ତମ ପାଖରୁ ତ ଉତ୍ତର ପାଇଲି ନାହିଁ। ଓଲଟି ମାୟା ପାଖରୁ ଗାଳି ଶୁଣିଲି। ହଠାତ୍ ଏଭଳି ପରିସ୍ଥିତିରେ ପଡ଼ି ମୁଁ ନିହାତି ଅପ୍ରସ୍ତୁତ ହୋଇପଡ଼ିଲି। ଏଇ ଯେ ମୀନାର ସେଇ ଦୂରସମ୍ପର୍କୀୟ ଭାଇ, ଏଥିରେ ମୋର ଆଉ ସନ୍ଦେହ ରହିଲା ନାହିଁ କିନ୍ତୁ ସେମାନଙ୍କ ଆସିବା ବିଷୟରେ ପୂର୍ବରୁ ମୀନାଠାରୁ କିଛି ସୂଚନା ନ ପାଇ, ମୁଁ ମନେ ମନେ ମୀନା ଉପରେ ରାଗିଯାଇଥିଲି। ପର ମୁହୂର୍ତ୍ତରେ ମୋ ମୁହଁ ଟେକିଧରି ମୀନା କହିଲା, 'ଏଇ ହେଉଛନ୍ତି ମୋର ଭାଇ ଅକ୍ଷୟ ସେନ। ' ମୀନା ମୁହଁରୁ କଥା ଶେଷ ହେବା ସଙ୍ଗେ ସଙ୍ଗେ ତାଙ୍କ ଉଦ୍ଦେଶ୍ୟରେ ମୋର ହାତ ଦୁଇଟା ଯୋଡ଼ି ହୋଇ ଆସିଥିଲା। ସେ ବି ହସ ହସ ମୁଖରେ ପ୍ରତିନମସ୍କାର ଜଣାଉ ଜଣାଉ କହିଲେ, 'ଏଭଳି ଲାଜକୁଳୀ ଝିଅ କେବେ ସିନେମା